ଦୁନିଆକୁ ସେ ଜୟ କରି ପାରିଚି। ସେଦିନ ରାତି ଅଧକୁ ବାବନା ସପନ ଦେଖିଲା ତାକୁ ଗୋଟା ଟୋକୀ ଥଟା କରୁଚି,–ଆଉ ସେହି ଟୋକୀ ପୁଣି ନିଜର ହାତଟା ଛଡ଼େଇ କହୁଚି, ନେଲୁ ହାତରୁ ମୋର ତୋ ହାତ ଛଡ଼େଇ ନେଲୁ? ବାବନା ଭଲକରି ଦେଖିଲା ସେ ଟୋକୀ ଆଉ କେହି ନୁହେଁ, ତାରି ଭାରିଯା କଢ଼ୀ। ଭାରି ରାଗହେଲା ତାର। ତାରି ପାଖରେ ଶୋଇ ତାକୁ ଏମିତି ଅପମାନ କରୁଚି ସେ। ନିଦ ତାର ଭାଙ୍ଗିଗଲା। ନିଜର ପୁରୁଷକାର ଉପରେ ସନ୍ଦେହ କରି ଶାୟିତା କଢ଼ୀର ହାତଟାକୁ ଜୋରରେ ଧରି ଝିଙ୍କି ଆଣିଲା। କଢ଼ୀ ମସିଣାରୁ ଉପରକୁ ଉଠି ଆସିଲା ସେ ଝିଙ୍କାରେ। ବିଜୟ ଉଲ୍ଲାସରେ ଖିଲ୍ ଖିଲ୍ ହୋଇ ବାବନା ହସି ଉଠିଲା। କଢ଼ୀର ନିଦ ବି ସେତେବେଳକୁ ଛାଡ଼ିଯାଇ ଥିଲା ସନ୍ଦେହ ତାର ଦିଗୁଣ ହୋଇ ବଢ଼ିଲା। ସେ ମନେକଲା ବାବନା ତାକୁ ଧକା ମାରି ବାହାରି ଚାଲି ଯିବାକୁ କହୁଚି। ସାମାଜିକ ଶୃଙ୍ଖଳା ହେତୁ ଆତ୍ମହତ୍ୟା କରିବାର ଭୀରୁତା କଢ଼ୀକୁ ସ୍ପର୍ଶ କରି ନ ଥିଲା। ନିଜର ଗୋଡ଼ ଦିଖଣ୍ଡ ଉପରେ ନିର୍ଭର କରି ସେ ବାହାରର ଅନ୍ଧାର ମଧ୍ୟରେ ଆପଣାର ପଥ ପ୍ରସ୍ତୁତ କରିବାକୁ ସେଠାରୁ ବାହାରି ଚାଲିଗଲା। ବାବନାର ସେଆଡ଼କୁ ନଜର ନାହିଁ। ଯଥା ଲାଭ ମୁଣ୍ଡରେ ମୁଣ୍ଡେ ବୁଦ୍ଧି, ପେଟରେ ପେଟେ ଷଡ଼ଯନ୍ତ୍ର, ମୁଠାରେ ମୁଠା ଶୂନ୍ ପଇସା, ହରି ବଡ଼'ପାଙ୍କ ସମ୍ବଳ। ପୁରା ନାମ ତାଙ୍କର ହରେକୃଷ୍ଣ ପଟ୍ଟନାୟକ। ଡାକ ନା ହରି ପଟନା'କ। ଆମେ ଡାକୁ ହରି ବଡ଼'ପା ଓରଫ୍ ହରିବଡ଼ବାପା। ତିନିଖଣ୍ଡ ଗାଁରେ ତାଙ୍କର ଖାତିର। ଭୁଲରେ ମଧ୍ୟ ଜଣେ ଜଣେ ତାଙ୍କୁ ଆଗରୁ ଗୋଟା ଲେଖାଁ ଦଣ୍ଡବତ ବାଢ଼ି ଦିଅନ୍ତି। କିନ୍ତୁ ହାରାହାରି ସମସ୍ତଙ୍କଠାରୁ ଗୋଟାଏ ଲମ୍ବା ଦଣ୍ଡବତ ଆଦାୟ କରିବାର କ୍ଷମତା ସେ ପୂରାପୂରି ହାସଲ କରିଚନ୍ତି। ରୂପଟା ତାଙ୍କର ମନ୍ଦ ନୁହେଁ, ଲମ୍ବା ପାଞ୍ଚହାତ ଦେହ, ଛାତି ହାଡ଼ କେତେ ଖଣ୍ଡ ଗଣି ହୋଇଯାଉଚି। କପାଳର ରେଖା କେତୋଟି ଅତି ସ୍ପଷ୍ଟ। ନାକଟା ବି ଧାରୁଆ–ନାକ ତଳେ ଧାରେ ଧଳା ନିଶ। ମୁଣ୍ଡରେ କଳା ଧଳା ମିଶା କାହାଣେ କି ଦି' କାହାଣ ବାଳ। ଅଣ୍ଟାଠାରୁ ଶ୍ରୋଣିତଟା ଟିକେ ଅସ୍ଵାଭାବିକ ରକମର ବଙ୍କା। ସେହିଟା ଯେପରି ପ୍ରାଚ୍ୟ କଳା ପଦ୍ଧତିରେ ନିୟମ ଭଳି, ଅନ୍ତରଭାବର ବହିଃପ୍ରକାଶ। ପରିଧାନ ପ୍ରାୟ କଳା ଫିତା ଧଡ଼ିଆ ବିଲାତ ଧୋବ ବାସିଲୁଗା–କାନ୍ଧରେ ଖଣ୍ଡେ ପାଚିଲା ଗାମୁଛା, ଲୁଗାର ପିନ୍ଧା କାନିଟା ଅନେକ ସମୟରେ ଦେହଟି ପ୍ରାୟ ଆବୃତ କରିଥାଏ। ଆଉ ହାତରେ କିମ୍ବା ପାଟିରେ ଅଧିକାଂଶ ସମୟରେ ଶୋଭା ପାଉଥାଏ ଖଣ୍ଡେ ଲମ୍ବ ଧୂଆଁପତ୍ର ପିକା। ବେଶି କାମ ସେ କରନ୍ତି କଲମରେ–କିନ୍ତୁ ବାହାରେ ବାହାରିଥିଲା ବେଳେ କାନରେ କିମ୍ବା ହାତରେ କଲମ ସେ ବହନ କରନ୍ତି ନାହିଁ। କେବଳ ଖାଇବି ହାତର ମଝି ଆଙ୍ଗୁଠି ଟିପରେ କେବେ କେବେ କାଳିର ଦାଗ ଟିକେ ଟିକେ ଲାଗି ରହିଥିବାର କ୍ଵଚିତ୍ ଦେଖାଯାଏ। ଏତେ ଖାତିର ସତ୍ତ୍ୱେ ପରିବାରର ଭରଣପୋଷଣ ବୋଝଟା ସମାଳିବା ପାଇଁ ତାଙ୍କୁ ଅନେକ ଧାଁ ଧପଡ଼ କରିବାକୁ ହୁଏ। କେହି ଅଯାଚିତ ଭାବରେ ଘରକୁ ତାଙ୍କର କିଛି ପଠେଇ ଦେବାର ଦେଖାଯାଏ ନା। ପରିବାର ମଧ୍ୟରେ ତାଙ୍କର ସେପରି କେହି ନାହାନ୍ତି। ବଡ଼ ଓ ଏକମାତ୍ର ପୋଷଣହାରି ପୁଅ ହାଲି ଦି ବର୍ଷତଳେ ମାରିଯାଇଚି–ନିଜେ ମଧ୍ୟ ବିପତ୍ନୀକ। ବାକୀ ତାଙ୍କ ଛଡ଼ା